ଘଟଣାର ଗାମ୍ଭୀର୍ଯ୍ୟକୁ ହୃଦୟଙ୍ଗମ କରି ସରକାର ମଧ୍ୟ ସମ୍ମତ ହୋଇଗଲେ। ଆବଶ୍ୟକ ସଜ ବସି ଅଭୂତପୂର୍ବ ବୋମାଟା ତିଆରି ହୋଇଗଲା। ପାଠ ତ ମାଲୁମ ଥିଲା, ତେଣୁ ପଇସା ମିଳିବା ସଂଗେ ସଂଗେ ଆଉ କୌଣସି ବାଧା ବି ରହିଲା ନାହିଁ। ବୋମାଟା ଉତୁରିବା ବେଳକୁ ଜର୍ମାନୀ ଯୁଦ୍ଧରେ ହାରି ମିତ୍ରପକ୍ଷ ପାଖରେ ଆତ୍ମସମର୍ପଣ କରିସାରିଲାଣି। ଜାପାନ ମଧ୍ୟ ନାୟା ନୟାନ୍ତ ହୋଇ ସାରିଥିଲା, ତଥାପି କାଗଜପତ୍ରରେ ହାରିଲି ବୋଲି କହିନଥିଲା। ହୁଏତ ଆଉ ପନ୍ଦରଟା ଦିନ ଭିତରେ ସେଇଟା ବି ହାସଲ ହୋଇଯାଇଥାନ୍ତା କିନ୍ତୁ ଏଡ଼େ ବଡ଼ ଅସ୍ତ୍ରଟାଏ ଅପରୀକ୍ଷିତ ହୋଇ ରହିଥାନ୍ତା କିପରି? ସେତେବେଳକୁ ବୋମା ପୂରା ରାଷ୍ଟ୍ରର ଅର୍ଥାତ୍ ସରକାରଙ୍କର ସମ୍ପତ୍ତି ହୋଇ ସାରିଲାଣି, ପଇସା ଖରଚ ତ ରାଷ୍ଟ୍ର ହିଁ କରିଛି, ତେଣୁ ରାଷ୍ଟ୍ର ହିଁ ନିଷ୍ପତ୍ତି ନି କଲା। ବୈଜ୍ଞାନିକମାନେ ସେହି ନିଷ୍ପତ୍ତିକୁ ରୋକିପାରିଲେ ନାହିଁ। ଜାପାନର ହିରୋସୀମା ଏବଂ ନାଗାସ୍ ନାଗାସାକୀ ଉପରେ ବୋମା ପକାଇ ପକାଗଲା। ହଜାର ହଜାର ମଣିଷ ମଲେ, ବସତିମାନେ ଉଚ୍ଛନ୍ନ ହୋଇଗଲେ। ଇତିହାସରେ ଆଗରୁ କେବେହେଲେ ମଣିଷ ଦ୍ଵାରା ଏଡ଼େ ବଡ଼ ଅନିଷ୍ଟକାରୀ କାଣ୍ଡ ଘଟିନଥିଲା। କିନ୍ତୁ ଜର୍ମାନୀ ତା ପଟରୁ ଯେଉଁ ବୋମା ତିଆରି କରୁଛି ବୋଲି ପ୍ରଥମେ ଗୁଜବ ହେଉଥିଲା, ସେହି ବୋମାଟାର ପ୍ରୟୋଗ କାହିଁକି ହୋଇପାରିଲା ନାହିଁ? ସତକଥା ହେଉଛି, ଜର୍ମାନୀରେ ସେପରି କୌଣସି ଉଦ୍ୟମ ହୋଇନଥିଲା। ଦୁଷ୍ଟ ବ୍ୟକ୍ ବିଧାତା କାହିଁକି ଏଭଳି ଏକ ଗୁଜବକୁ ଆମେରିକାରେ ଆଣି ରଟାଇଦେଲେ କେଜାଣି? ଏବେ ମଧ୍ୟ ସେହି କଥାଟିର ସମ୍ପୂର୍ଣ୍ଣ ରହସ୍ୟଭେଦ ହୋଇପାରି ନାହିଁ। ମାତ୍ର ଏହିଠାରୁ ହିଁ ମନୁଷ୍ୟର ଏହି ପୃଥିବୀରେ ଏକ କଳାଯୁଗ ଆରମ୍ଭ ହୋଇଗଲା। ଏପରି ଏକ ଅକୀର୍ତ୍ତି ଅର୍ଜନ କରାଗଲା, ଯାହାସକାଶେ କି ପୃଥିବୀର ମଣିଷ ଆଉ କେବେହେଲେ ତା ବିଧାତାଙ୍କ ପାଖରେ ମୁହଁ ଦେଖାଇ ପାରିବ ନାହିଁ। ବୈଜ୍ଞାନିକ ଆଇନଷ୍ଟାଇନ ଘଟଣାଟି ପାଇଁ ନିଜକୁ ଅପରାଧୀ ବୋଲି ଅନୁଭବ କଲେ। ଗୋଟାଏ ତୁଚ୍ଛା ଗୁଜବକୁ ସିଏ କାହିଁକି ବିଶ୍ୱାସ କରିପକାଇଲେ କେଜାଣି? ଅଥବା ତାଙ୍କ ଭିତରେ କୋଉଠି କୋଉ ଦୈତ୍ୟ ଲୁଚିକରି ରହିଥିଲା, ଯିଏକି ନିଜର ଅପକର୍ମରେ ଆଗେଇଯିବ ବୋଲି ଏକ ଅନୁକୂଳ ଗୁଜବ ନିମନ୍ତେ ଅପେକ୍ଷା କରି ରହିଥିଲା। ଆଇନଷ୍ଟାଇନ ନିଦାରୁଣ ଖେଦରେ ଭାଙ୍ଗି ପଡ଼ିଥିଲେ। ତାଙ୍କ ଭିତରେ ଥିବା ମଣିଷଟି ତାଙ୍କ ଭିତରେ ଦୁ ଦୁଷ୍ଟ ବିଜ୍ଞାନ ପଣ୍ଡିତଟାକୁ ଛି ଛି କରିବାକୁ ଲାଗିଲା। ମାତ୍ର, ହଜାର ହଜାର ମଣିଷ କଦାପି ମଶାଣିରୁ ଉଠି ଆସିନଥାନ୍ତେ। ଆଇନଷ୍ଟାଇନ ମୋଟେ ନିଜକୁ କ୍ଷମା ଦେଇପାରିଲେ ନାହିଁ । ଆଉ ଆଦୌ ନିଜ ଆଡ଼କୁ ସିଧାହୋଇ ଅନାଇ ପାରିଲେ ନାହିଁ। ସିଧାହୋଇ ଭଗବାନଙ୍କ ଆଡ଼କୁ ଅନାଇ ପାରିବା ତ ଆହୁରି ଅଧିକ ଦୂରର କଥା। ଆଇନଷ୍ଟାଇନଙ୍କର ଶେଷ ଜୀବନକାଳଟା ଘୋର ପରିତାପ ଭିତରେ କଟିଥିଲା। ସେହି ପରିତାପ ହିଁ ସମ୍ଭବତଃ ତାଙ୍କର ଆୟୁକୁ ମଧ୍ୟ ହରଣ କରି ନେଇ ଯାଇଥିଲା। ସିଏ ଆଉ ଅଧିକ ଦିନ ବଞ୍ଚି ପାରିନଥିଲେ। ଶେଷ ଜୀବନର ସେହି ଆତ୍ମସନ୍ତାପପୂର୍ଣ୍ଣ ସମୟରେ ସିଏ ଭାରି ଛଟପଟ ହୋଇ ଥରେ କହି ପକାଇଥିଲେ ଯେ ଯଦି ଆଉ ଏକ ଜନ୍ମ ପାଇ ସିଏ କେବେ ପୃଥିବୀକୁ ଆସିବେ, ତେବେ ନିଜର ପେଟ ପୋଷିବା ସକାଶେ ସିଏ ଜଣେ ଫେରିବାଲା ହେବେ ପଛକେ, ମାତ୍ର କେବେହେଲେ ବୈଜ୍ଞାନିକ ହେବେନାହିଁ। ବିଚରା ଆଇନଷ୍ଟାଇନ ଅତ୍ୟନ୍ତ ମର୍ମଦହନକାରୀ ତାଙ୍କର ସେହି କଥାଟି ପୃଥିବୀଯାକର ରାଷ୍ଟ୍ରମାନେ ଶୁଣି ମଧ୍ୟ ଶୁଣିବାକୁ ଇଚ୍ଛା କଲେନାହିଁ। ତାଙ୍କ ନିଜ ପାଳନକାରୀ ଦେଶ ଆମେରିକାରେ ମଧ୍ୟ ରାଷ୍ଟ୍ରଟା ତାଙ୍କର କଥାଟାକୁ ସତେ ଅବା ଫୁଟକି ମାରି ଉଡ଼ାଇ ଦେଇଥିଲା। ଅଭୂତପୂର୍ବ ଶକ୍ତିମତ୍ତା ସହିତ ଆମେରିକା ତହୁଁବଳି ଓ ତହୁଁବଳି ବୋମାମାନ ତିଆରି କରି ଥୋଇଦେବାକୁ ଲାଗିଲା। ବୋମା ଶାସ୍ତ୍ର